କରୁଣାକର ଜଣେ ଉପକାରୀ ବନ୍ଧୁ କହିବା ମାତ୍ରେ ଏହାର ଗୋଟିଏ ପ୍ରାଞ୍ଜଳ ଉଦାହରଣ ନ ଦେଇ ରହିହେବ ନାହିଁ। ଥରେ କରୁଣାକର ଅତି ବିଚଳିତ ଅବସ୍ଥାରେ ଆସି ପହଞ୍ଚିଲେ ଆମ ଘରେ। ସେତେବେଳେ ମୁଁ କୌଣସି ଏକ କଲେଜରେ ଅଧ୍ୟାପନା କରୁଥାଏ। କରୁଣାକର ମଝିରେ ମଝିରେ ଆସୁଥାନ୍ତି ଆମ ଘରକୁ। ସ୍ଥାନୀୟ ସେକ୍ରେଟେରିଏଟରେ ସେତେବେଳେ ସେ ଥାନ୍ତି ଜଣେ ହେଡ ଆସିଷ୍ଟାଣ୍ଟ। କୌଣସି କାରଣରୁ ଗତ କେତେଦିନ ଧରି ସେ ବଡ଼ ଅସୁଖୀ ଜୀବନଯାପନ କରୁଥାନ୍ତି। ତାଙ୍କର ଏ ଅସୁଖର ମୂଳ କାରଣ ହୋଇଥାଏ ଅଫିସ। ପ୍ରତିଥର ଦେଖାହେବା ମାତ୍ରେ ସେ ତାଙ୍କର ଅଫିସ ବ୍ୟାପାରଗୁଡ଼ିକ ଉଠାନ୍ତି। ଦେଶ, ଜାତି, ଗଣତନ୍ତ୍ର, ସ୍ୱାଧୀନତା ପ୍ରଭୃତି କେତୋଟି ଶବ୍ଦକୁ ସେ ଏଭଳି ଦ୍ରୁତଗତିରେ ଚକ୍ରାକାରରେ ମୋ ଆଗରେ ଘୂରାନ୍ତି ଯେ ମୋ ମୁଣ୍ଡ ବିଗିଡ଼ିଯାଏ। କରୁଣାକର, କିଛି ନୂଆ କଥା କାଢ଼ ଭାଇ ତୁମ ମୁଣିରୁ! ସେ ଘଷରା ପୁରୁଣା କଥା ସବୁ ଆଉ ପକାଅ ନାହିଁ। ମୁଣ୍ଡ କ'ଣ ହେଇଯାଉଛି, ମୁଁ କହେ। କରୁଣାକର ବଡ଼ ଧୈର୍ଯ୍ୟବନ୍ତ ପୁରୁଷ। କିନ୍ତୁ ତାଙ୍କର ସେଇ ଷ୍ଟକ ଫ୍ରେଜ ବା ଦେଶ, ଜାତି, ଗଣତନ୍ତ୍ର ପ୍ରଭୃତି ପଦାବଳୀକୁ ପୁରୁଣା ଘଷରା କହିଲେ ସେ ସହିପାରନ୍ତି ନାହିଁ। ଆଉ କ'ଣ କହିବି? କରୁଣାକର ରାଗିଯାନ୍ତି ଆଉ ଦିଗଦାର ସ୍ୱରରେ କହନ୍ତି, ତୁମେ ସବୁ ଅଧ୍ୟାପକମାନେ ପଞ୍ଝାଏ ଗବଗାଣ୍ଡୁ। ଖାଲି ନିଜ କଥା, ନିଜ ଦରମା ବଢ଼ିବା କଥା ଛଡ଼ା ଆଉ କିଛି ଚିନ୍ତା ନାହିଁ ତମର। ବର୍ତ୍ତମାନ ଦେଶର ଅବସ୍ଥା ବୁଝୁଛ? ଏ ଜାତିର ଯୁବକ ସମାଜ ବର୍ତ୍ତମାନ କିପରି ଆଦର୍ଶହୀନ, ଉଦ୍ଭ୍ରାନ୍ତ। ପୁଣି ସେଇ ଦେଶ, ଜାତି, କରୁଣାକର! ମୁଁ ମୁରୁକେଇ ମୁରୁକେଇ ହସେ, ବନ୍ଧୁଟିର ଦୟନୀୟ ଆଦର୍ଶବାଦୀ ବିଶ୍ୱମଙ୍ଗଳାକାଙ୍ଗକ୍ଷୀ ଆଖିଯୋଡ଼ିକୁ ଅନେଇ ଅନେଇ। କରୁଣାକର ଅବଶ୍ୟ ଆଉ ବେଶି ରାଗିପାରେ ନାହିଁ। ମୋ ମୁରୁକି ହସ ସହିତ ସହଯୋଗ କଲା ପରି ଅଳ୍ପ ହସିଦିଏ ସେ। ବନ୍ଧୁତାର ସମ୍ବନ୍ଧ ସେତେବେଳକୁ ଗାଢ଼ତର ହୋଇ ଆସିଥାଏ ଅନେକ। ସେତେବେଳେ ତାଙ୍କୁ ତୁମେ ବଦଳରେ ତୁ ସମ୍ବୋଧନ କଲେ ମଧ୍ୟ ସେ କିଛି ମନେ କରନ୍ତି ନାହିଁ। ତଥାପି ନିଜ ଅଫିସ ବ୍ୟାପାରରୁ ଜଣେ ମୁକ୍ତ କରିପାରନ୍ତି ନାହିଁ ସେ ନିଜକୁ। ସନ୍ଧ୍ୟାଗୁଡ଼ାକ ସେଇ ବାଜେ କଥାରେ କଟାଇବାକୁ ବାଧ୍ୟ କରନ୍ତି ସେ ମତେ। କୋଉ ଅବାଗିଆ ଆଇ ଏ ଏସ ଅଫିସର, ପୁଣି ଅବିବେକୀ ଆଇ ଏ ଏସ କମିଶନର, ଏଇମାନଙ୍କ ନିତିଦିନିଆ ଚାଲିଚଳଣ, ହାବଭାବ, କାରବାରକୁ ନେଇ ସେ ଆରମ୍ଭ କରିଦିଅନ୍ତି ଲମ୍ବା ଆଲୋଚନା ଓ ତାରି ସହିତ ଦେଶ, ଜାତି, ସ୍ୱାଧୀନତା, ଗଣତନ୍ତ୍ର ପ୍ରକୁତି ଶବ୍ଦକୁ ଫେଣେଇ ଫେଣେଇ ଶେଷକୁ ଏଭଳି ଅବସ୍ଥାକୁ ଆଣନ୍ତି ସେ ନିଜକୁ ଯେ ଅସ୍ଥିର ହୋଇଉଠି ଦିନେ ଦିନେ ଗୋଟାଏ ଗୋଟାଏ ରଡ଼ି ଛାଡ଼ନ୍ତି ସେ। ହେ ଧର୍ମ! ହେ ଧର୍ମ! ଏ ଦେଶକୁ ରକ୍ଷା କର ବ୍ୟୁରୋକ୍ରାଟଙ୍କ ପ୍ରାଦୁର୍ଭାବରୁ! ବର୍ଷ ପରେ ବର୍ଷ କରୁଣାକରର ଏଇ ଧର୍ମଡାକ ଶୁଣିବାରେ ଆମ ଘରେ ସମସ୍ତେ ଅଭ୍ୟସ୍ତ ହୋଇସାରିଥାନ୍ତି। ତେଣୁ ଯେଉଁ ସନ୍ଧ୍ୟାରେ ତାଙ୍କର ଏ ପ୍ରକାର ପାଗଳାମିର ଡାକ ଶୁଭେ ଆମ ଡ୍ରଇଂରୁମରୁ, ଆମ ଘରର କେବଳ ଜଣକ ଛଡ଼ା ଅନ୍ୟ ସମସ୍ତେ କାଲ ପରି ଯେଝା କାମରେ ରହି ଡାକଟିକୁ ଶୁଣି ମଧ୍ୟ ପାରନ୍ତି ନାହିଁ। ଖାଲି ଆମର ପୋଷା କୁକୁରଟି କାହିଁକି କେଜାଣି ହଠାତ୍ ଉତ୍ତ୍ୟକ୍ତ ହେଲା ପରି ଭୋ ଭୋ ରଡ଼ି କେତୋଟି ଛାଡ଼େ। ଏହାପରେ ଓ ଓ ହୋଇ କେତୋଟି ମୁହୂର୍ତ୍ତ ଲାଗି ଆମ ଘର ଏକ କୁକୁର କାନ୍ଦଣାରେ ମୁଖରିତ ହୋଇଉଠେ।